ସୁରେଶ କୁମାର ଦୀର୍ଘ ନିଶ୍ୱାସ ପକାଇ କହିଥିଲେ—ଯିବ। ଯେତେବେଳେ ଆମେମାନେ ନିଜେ ନିଜ ଉପରେ ନିର୍ଭର କରିଶିଖିବା। ତୁମରି ଗାଁ ଲୋକେ ଯୁଗେ ହେବ ପାଣି ମୁନ୍ଦାଏ ପାଇଁ ହାରି ଗୁହାରୀ କରୁଚନ୍ତି; ମାତ୍ର ତୁମ ସେଠାରେ ଏପରି କେହି ଜଣେ ମାହାତ୍ମା ଜନ୍ମି ନାହାନ୍ତି। ଯେକି ନିଜେ ଗୋଟିଏ କୂଅ ଖୋଳିବାକୁ ଆରମ୍ଭ କରି ଦୃଷ୍ଟାନ୍ତ ଦେଖାଇବାକୁ। ଆମ ଦେହରେ ଶକ୍ତି ଅଛି; ଅଥଚ ଆମ ମନରେ ବଳନାହିଁ। ନରେନ୍ଦ୍ରନାଥ ଶୁଣିଲା। ନିଜେ ସେହି ଆଦର୍ଶ ଦେଖାଇବା ପାଇଁ ସଂକଳ୍ପ ଗ୍ରହଣ କଲା। ସୁରେଶ କୁମାର କହିଲା—ଭାଇ, ତୁମରି ମା ଶହୀଦ୍ ହେଲେ। ଏ ଦେଶରେ ଜଳଦାନ ଓ ଆହରଣ କରିବାକୁ ଯାଇ ସେ ଶେଷ ନିଶ୍ୱାସ ତ୍ୟାଗକଲେ। ତାଙ୍କରି ପରି ବହୁତ ଲୋକ ବିଭିନ୍ନ ଜୀବଜନ୍ତୁଙ୍କୁ ଆଘାତରେ ମୃତ୍ୟୁ ବରଣ କରୁଅଛନ୍ତି। ଅଥଚ ଆମେ ନିଜେ ନିଜ ଶକ୍ତି ଠୁଳ ନ କରି ଅନ୍ୟକୁ ଅପେକ୍ଷା କରୁଚୁ। ତୁମରିମାନଙ୍କ ପରି ଅନ୍ୟ ଶହୀଦ୍ମାନେ ଆମକୁ ଅପେକ୍ଷା କରିଚନ୍ତି। ଆମରି ଶକ୍ତିର ପ୍ରୟୋଗ ଦେଖିଲେ ସେମାନେ ପରମ ସନ୍ତୋଷ ଲାଭ କରିବେ। ସରକାରୀ ଗାଡ଼ି ତାରିଖ ଓଡ଼ିଶା ମୂଲକର ଅନୁଗୋଳ ଅଞ୍ଚଳ ପାଇଁ ଏକ ଶୋକାକୁଳ ଦିବସ। ଗୋଟି ଗୋଟି କରି ନଅଟି ଭାବୀ ନାଗରିକ କଲେଜ ପିଲା ମରି ଶୋଇଚନ୍ତି। ପ୍ରତ୍ୟେକ ନର ନାରୀ, ଆବାଳ ବୃଦ୍ଧ ବନିତା ଶୋକାତୁର। ଗାଡ଼ିରେ କ୍ଷତ ବିକ୍ଷତ ବ୍ୟକ୍ତିଙ୍କୁ ବୁହା ଚାଲିଚି। ବାଳ ଆଲୁର ବାଲୁରୁ କରି ଛିଡ଼ା ହେଇଚନ୍ତି ଏସ୍. ଡ଼ି. ଓ. ସାହେବ ମହେନ୍ଦ୍ର ପ୍ରତାପ। ବେଳେ ବେଳେ ମୁଣ୍ତର ବାଳକୁ ନିଜ ହାତରେ ମୁଠା ମୁଠା କରି ଭିଡ଼ି ଲାଗିଛନ୍ତି। ଆଉ ଟିକିଏ ଆଗରୁ ଆସିଥିଲେ ହୁଏତ ମୁମୂର୍ଷୁ ପୁତ୍ରଟା ତାଙ୍କର ବଞ୍ଚୁ ନ ବଞ୍ଚୁ ଡାକ୍ତରଖାନାରେ ପହୁଞ୍ଚି ପାରି ଥାଆନ୍ତା। ନିଜେ ଏତେ ଅଶ୍ୱସ୍ତି ବୋଧ କରି ନ ଥାଆନ୍ତେ କି ଜନମୁଖରେ ସେ ଅପଦସ୍ଥ ହୋଇ ନ ଥାଆନ୍ତେ। ଖବରଟି ନିଜ ସ୍ତ୍ରୀ ପାଇ ନାହାନ୍ତି। ପାଇଲେ ଯେ କ'ଣ ହେବ, ତାହା କହିବା ସମ୍ଭବ ନୁହେଁ। ଏହିପରି ଟି ମୃତ ଓ ଟି ଆହତଙ୍କର ମା'ମାନେ କ'ଣ ନ ହେଉଥିବେ ସତେ! କାଲି ରାତି ପାହିଲେ ଦୁତୀୟା ଓଷା। ମା' ମାନେ ଚାହିଁ ବସିଥିବେ ପିଲାମାନଙ୍କୁ। ନିଜର ପୁଅ ବି ମାଙ୍କୁ ବରାଦ କରିବି ଭଲ ସୁଆଦ ଘାଣ୍ଟିଆ ତରକାରୀ କରିବାକୁ। ସାନ ଭାଇ କ'ଣ କହି ଦେଲା ଯେ, ତାକୁ ବିରକ୍ତ ହେଲା। ନିଜର ସଂସ୍କୃତି ଓ ପରମ୍ପରାର ତରିଫ କରିଥିଲା ସିଏ। ବାହାର ସଭ୍ୟତା ଆମ ଭିତରେ ଜବରଦସ୍ତ ପଶିଯାଇଚି। ଭଳିକି ଭଳି ତରକାରୀ ଆମେ ଅନ୍ୟଠୁ ଶିଖି ଆମର ସନ୍ତୁଳା, ବେସର, ସାକର, ମହୁର ଆଦିକୁ ଭୁଲି ଯାଉଅଛୁ। ଏହିପରି କେତେ କ'ଣ କହିଥିଲା। ସାନଟା କହିଦେଲା— ଘାଣ୍ଟ ତରକାରୀ ଗୁଡ଼ା ନିହାତି ବାଜେ, ଖତରା ପରି ଆରବର୍ଷ ଲାଗିଥିଲା। ତରକାରୀର ମହତ୍ତ୍ୱ କହିବାକୁ ଯାଇ ବଡ଼ ପୁଅ କେତେ ବିରକ୍ତ ହୋଇଥିଲା। ମା'ଙ୍କ ହାତ ରନ୍ଧାକୁ କେତେ ତାରିଫ କରିଥିଲା। ସେ ଆଜି କାହିଁ? କାହାନ୍ତି ତାଙ୍କର ସାଙ୍ଗ ସାଥୀ? ଅଭିଶପ୍ତ ବାଳକଗୁଡ଼ିକ ଧାଡ଼ି ହୋଇ ଶୋଇଚନ୍ତି। ସତେ ଅବା ଏ ଶୋକ ସନ୍ତପ୍ତ ଦୁନିଆରୁ ସେମାନେ ଚାଲିଗଲେ ସ୍ୱେଚ୍ଛାକ୍ରମେ-। ସମସ୍ତେ ଆସିଥିଲେ ଖେଳ ଦେଖିବେ। ଆନନ୍ଦିତ ହେବେ ଓ ଅନ୍ୟକୁ ଆନନ୍ଦ ଦେବେ-। ସେମାନେ ଆନନ୍ଦ ନେଇ ଚାଲିଗଲେ ଆଉ ଦୁଃଖରେ ଘାଣ୍ଟି